ସେ ପୁଣି ଅନ୍ୟକୁ ବନ୍ଧୁ ବାଛିଦେବେ କଅଣ? '' ଯୁବକଙ୍କ କଣ୍ଠସ୍ୱର ଶୁଣି, କଥା କହିବାର ଢଙ୍ଗ ଦେଖି ପୋଲିସ କର୍ମଚାରୀ ଦୁଇ ଜଣ ଟିକିଏ ଦବିଗଲେ। ମୁହଁଟାମାନ ଆମ୍ବିଳା କରିଦେଇ ଥକେଇ ଥକେଇ କହିଲେ, ''ରାଗୁଛ କାହିଁକି ବାବୁ? ତୁମରି ଭଲ ପାଇଁ କହୁଥିଲୁ ସିନା! '' ମାତ୍ର ମ୍ୟାକ୍ମାର୍ଡ଼ୋ ସେହିପରି ତେଜର ସହିତ କହି ଉଠିଲେ, ''ତୁମେ ସବୁ ପୋଲିସଲୋକ। ତୁମମାନଙ୍କୁ ମୁଁ ହାଡ଼େହାଡ଼େ ଚିହ୍ନିଅଛି। ଆହା ହା, ଲୋକଙ୍କ ଭଲ ପାଇଁ ତୁମକୁ ସତେ ଯେପରି ରାତିରେ ନିଦ ହେଉ ନାହିଁ! '' ଦ୍ୱିତୀୟ ପୋଲିସ କର୍ମଚାରୀଟି ଏପର୍ଯ୍ୟନ୍ତ ଚୁପ୍ ହୋଇ ବସି ରହିଥିଲା। ମ୍ୟାକ୍ମାର୍ଡ଼ୋଙ୍କ କଥା ଶୁଣି ସେ ଆଉ ସମ୍ଭାଳି ନ ପାରି କହିପକାଇଲା, ''ଆରେ, ଏ ତ ନବାବଙ୍କ ନାତି। '' ସଙ୍ଗୀ କଥାରେ ଏକମତ ହୋଇ ପ୍ରଥମ ବ୍ୟକ୍ତି ଜବାବଦେଲା, ''ଠିକ କଥା। '' ତା ପରେ ମ୍ୟାକ୍ମାର୍ଡ଼ୋଙ୍କୁ ଚାହିଁ କହିଲା, ''ଜଣାଯାଉଅଛି, ଶ୍ରୀ ହଜୁରଙ୍କ ସହିତ ଅତି ଶୀଘ୍ର ଦେଖାସାକ୍ଷାତ ହୋଇଯିବ। '' ମ୍ୟାକ୍ମାର୍ଡ଼ୋ ତିଳେ ହେଲେ ଭ୍ରୂକ୍ଷେପ ନ କରି କହିଉଠିଲେ, ''ହଁ ହଁ, ଦେଖା କରିବାକୁ ଯଦି ଇଚ୍ଛା, ତେବେ ଦେଖା କର। ମୁଁ ଆଗରୁ ଜଣାଇଦେଉଅଛି, ମୋ ନାମ ଜନ ମ୍ୟାକ୍ମାର୍ଡ଼ୋ। ମୁଁ ଯାଇ ଉଠିବି ସେରିଡ଼ନ୍ ଷ୍ଟ୍ରିଟରେ ଥିବା ବୋର୍ଡ଼ିଂ ଘରେ। ଦିନ ହେଉ ବା ରାତି ହେଉ–ଯେତେବେଳେ ତୁମ ମନ ହେବ, ମୋ ପାଖକୁ ଆସିବ। ଏକା ନ ଆସିପାରିଲେ, ଭାଇ ବନ୍ଧୁମାନଙ୍କୁ ଧରି ଆସିବ। '' ପୋଲିସ କର୍ମଚାରୀ ଦୁହେଁ ଆଉ କିଛି ନ କହି ଚୁପ୍ଚାପ୍ ବସିରହିଲେ। କ୍ରୋଧରେ ମନ କୁହୁଳୁଥାଏ; ପେଟଭିତର ଯେପରି ଘାଣ୍ଟି ଚକଟି ହୋଇଯାଉଥାଏ। ଗାଡ଼ିଭିତରେ ଆଉ ଯେତେ କୁଲି ମଜୁରିଆ ଥିଲେ, ପୋଲିସ ଦୁଇ ଜଣ ଏଭଳି ଅପମାନ ପାଇବାର ଦେଖି ସେମାନେ ମହା ଖୁସି। ତାଙ୍କରି ଭିତରୁ ଜଣେ ଅଜଣା ଅଶୁଣା ଲୋକ ପୋଲିସକୁ ଏପରି କଡ଼ାକଡ଼ା କଥା କହି ଜବତ୍ କରିଦେଲା; ଏହା ବଡ଼ ଗୌରବର କଥା ବୋଲି ସେମାନେ ଭାବିଲେ। ଜଣେ ନିଜ ବସିବା ସ୍ଥାନରୁ ଉଠିଆସି ମ୍ୟାକ୍ମାର୍ଡ଼ୋଙ୍କ ପିଠି ଆଉଁସି କହିପକାଇଲା, ''ସାବାସ୍ ଭାଇ, ସାବାସ୍। ଖୁବ୍ ଭଲ କାମ କରିଅଛ। ବେଶ୍ ଦୁଇ କଥା ଶୁଣେଇଦେଇଅଛ। '' ଏହି ସମୟରେ ଗାଡ଼ି ଆସି ଶେଷ ଷ୍ଟେସନରେ ଠିଆ ହେଲା। ଯାତ୍ରୀମାନେ ନିଜ ନିଜ ଗଣ୍ଠିଲିପତ୍ର ଧରି ଓହ୍ଳାଇପଡ଼ିଲେ। ମ୍ୟାକ୍ମାର୍ଡ଼ୋ ପ୍ଳାଟଫର୍ମର ବାହାରକୁ ଆସି ଜଣେ କୁଲି ଶ୍ରେଣୀର ଲୋକକୁ ସଙ୍ଗୀରୂପେ ପାଇଲେ। ବାଟ ଚାଲୁଚାଲୁ ତା ସହିତ ନାନାପ୍ରକାର କଥାବର୍ତ୍ତା ହେଲେ। ସେ ତ ଏ ସହରରେ ନୂଆ; ବିଦେଶୀ ଲୋକ; ତେଣୁ ଏ ଅଞ୍ଚଳ ସମ୍ପର୍କରେ କିଛି ଜାଣନ୍ତି ନାହିଁ। ତେଣୁ ସଙ୍ଗୀ କୁଲି ଜଣକୁ ନାନା ପ୍ରକାର ପ୍ରଶ୍ନ ପଚାରି ବହୁତ କିଛି କଥା ଶୁଣିଲେ। ସହରର ଗୋଟିଏ ରାସ୍ତାରେ ଯାଉଯାଉ ସଙ୍ଗୀଟି ଗୋଟାଏ ବଡ଼ କୋଠାଘର ଦେଖାଇଦେଲା। କହିଲା, ''ଏ ଘରଟା ହେଉଅଛି ମ୍ୟାକ୍ଜିଣ୍ଟିର ହୋଟେଲ; ଗୋଟାଏ ଅତି ନିଉଛଣା ଦଳ ଲୋକଙ୍କର ବୈଠକଜାଗା। '' କୌତୂହଳୀ ହୋଇ ମ୍ୟାକ୍ମାର୍ଡ଼ୋ ସେ ସଙ୍ଗୀକୁ ପଚାରିଲେ, ''ଆଚ୍ଛା, ସେ ମ୍ୟାକ୍ଜିଣ୍ଟି ଲୋକଟି କିପରି? '' ସଙ୍ଗୀ ଜଣକ ଅବାକ୍ ହୋଇ କହିଉଠିଲା, ''କି କଥା? ତୁମେ କଅଣ ମ୍ୟାକ୍ଜିଣ୍ଟି ନାମ କେବେ ଶୁଣି ନାହିଁ? '' ''କିପରି ବା ଶୁଣିବି? ମୁଁ ଯେ ଏ ଅଞ୍ଚଳରେ ବିଦେଶୀ; ଏଇ ଥରକ ପ୍ରଥମ